କିନ୍ତୁ ସେମାନେ ହୁଏତ ଚିନ୍ତା କରି ନ ଥିଲେ ଗତକାଲିର ଘଟଣା ପରେ ଆଜି ଏତେ ଶୀଘ୍ର ଆମେ ପୁଣି ସେଠାକୁ ଯିବାକୁ ସାହସ କରିବୁଁ ଆଉ ସେହିଭଳି ତାଙ୍କର ସୁରକ୍ଷିତ ସ୍ଥାନ ମୋର ଯେତେଦୂର ମନେହୁଏ ଆଉ ଅନ୍ୟ କୌଣସିଠାରେ ନାହିଁ। ଏହି ସିଦ୍ଧାନ୍ତରେ ଉପନୀତ ହେବା ମାତ୍ରେ ମୋର ଧାରଣା ହେଲା ନମ୍ବର କୋଡ଼ିଏକୁ ଫଲୋ କରି ସେ ନିଶ୍ଚୟ ସେମାନଙ୍କୁ ବିପଦରେ ପକାଇଛି। କାରଣ ଆମେ ଯେତେ ସତର୍କ ପଥରେ ଗତି କଲେ ବି ବିଚକ୍ଷଣ ବୁଦ୍ଧିମାନ ଏସ୍ ପି ସାହେବ ଆଉ ଧୂର୍ତ୍ତ ଶତ୍ରୁଜିତ ନିଶ୍ଚୟ ପୋଲିସର ଗୁପ୍ତ ସମ୍ବାଦଗୁଡ଼ିକ ଲିକ୍ଆ ଉଟ୍ ହେବାର କାରଣ ଆନ୍ୱେଷଣ କରିଛନ୍ତି। ଆମେ ବି ଠିକ୍ ସେହିଭଳି ଭାବରେ ଗଭୀର ଅନୁଶୀଳନ କଲେ ବିଭିନ୍ନ ଉପାୟରେ କାହା ଦ୍ୱାରା ଆଉ କେଉଁଭଳି ଭାବରେ ସମ୍ବାଦଟି ଲିକ୍ଆ ଉଟ୍ ହୁ ହେଉଛି, ସହଜରେ ହୃଦୟଙ୍ଗମ କରି ପାରିବା। ଆଉ ସେମାନେ ଜେଲର ଶୋଚନୀୟ ଦୁର୍ଘଟଣାଠାରୁ ନିଶ୍ଚୟ ଜାଣି ନେଇଛନ୍ତି ପୋଲିସ ଡିପାର୍ଟମେଣ୍ଟର ଏହା ଭତରେ କୌଣସି ଷଡ଼ଯନ୍ତ୍ର ରହିଛି। ଅପରାଧୀ ଦଳକୁ ନିଶ୍ଚୟ କୌଣସି ଜଣେ ଉଚ୍ଚପଦସ୍ଥ ଅଫିସର ସାହାଯ୍ୟ କରିଚାଲିଛି। କିନ୍ତୁ ମୁଁ ସବୁଠାରୁ ଆଶ୍ଚର୍ଯ୍ୟାନ୍ୱତ ହେଉଛି, ଅଜୟ ଦସ୍ୟୁ ଏତେ ସବୁ ସମ୍ବାଦ କେଉଁଭଳି ଭାବରେ ସଂଗ୍ରହ କରି ପାରୁଛି। କାରଣ ଆମର ବାହାରର ଦୁଇ ମହାଶକ୍ତିଙ୍କୁ ତା ବ୍ୟତୀତ ଅନ୍ୟ କେହି ଯେ ଅପହରଣ କରିଛି ମୁଁ ଧାରଣା କରି ପାରୁ ନାହିଁ। କାରଣ ମୁଁ ଅତି ଗୋପନରେ ଏସ୍. ପି ତଥା ଶତ୍ରୁଜିତଙ୍କ କଥୋପ କଥନରୁ ଯାହା ଅନୁମାନ କଲି, ସେମାନେ ଅନୁମାନ କରୁଛନ୍ତି ଯେ, ଧରା ପଡ଼ିଯିବା ଭୟରେ ଆମେ ସେମାନଙ୍କୁ ନିରାପଦ ସ୍ଥାନକୁ ନେଇ ଆସିଛୁ। ତା ହେଲେ ସେମାନେ ଗଲେ କୁଆଡ଼େ? ବସଙ୍କ ମୁଖମଣ୍ଡଳରେ ଆତଙ୍କର ଛାଇ ପରିସ୍ଫୁଟ ହୋଇ ଉଠୁଥିଲା। ସେ ଅପେକ୍ଷାକୃତ ଉଦାସ କଣ୍ଠରେ କହଲେ ତୁମେ ଜାଣିପାରିବ ନାହିଁ ସେକେଣ୍ଡ ଚିଫ୍ଏ ହାଦ୍ୱାରା ଆମେ କେଉଁଭଳି ଭାବରେ ବାହାର ଦୁନିଆଠାରୁ ବିଚ୍ଛିନ୍ନ ହୋଇପଡ଼ିଲେ। ମାନେ ଏତେ ଦିନ ଧରି ଆମେ ଯେଉଁଭଳି ଭାବରେ ବିପଦର ପୂର୍ବାଭାସ ପାଇ ସତର୍କ ହୋଇ ଯାଉଥିଲୁ ଏବେ ଆଉ ସେ ସୁଯୋଗ ମିଳିବ ନାହିଁ। ମାନେ ପୂରାପୂରି ଆମକୁ କିଛିଦିନ ପାଇଁ ପ୍ରତ୍ୟକ୍ଷ ସଂଗ୍ରାମ କ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ପଡ଼ିବ। ମାନେ ପ୍ରତିରକ୍ଷା ଦିଗରେ ଆମକୁ ଯଥେଷ୍ଟ ଧ୍ୟାନ ଦେବାକୁ ହେବ। କିନ୍ତୁ ଆଜି ଏଠାରେ ଉପସ୍ଥିତ ପ୍ରତ୍ୟେକ ସଦସ୍ୟଗଣଙ୍କୁ ମୋର ଅନୁରୋଧ ସେମାନେ ନିଜ ନିଜର ବିପଦ ସବୁଠାରୁ ଭଲ ଭାବରେ ବୁଝି ପାରିଛନ୍ତି। ଆଉ ସେମାନେ ଯେଉଁ ସାହାଯ୍ୟ ତଥା ସହାନୁଭୂତି ଏହି ଦଳଠାରୁ ପାଇ ଆସିଛନ୍ତି, ଦଳର ଏ ଭଳି ଚରମ ସଂକଟ ମୁହୂର୍ତ୍ତରେ ସେମାନେ ତାହାର ସଦୁପଯୋଗ। କରିବାର ଆଶା। ଆଉ ବିଶ୍ୱାସଘାତକତା ଯଦି କେହି କରିବାକୁ ଚେଷ୍ଟା କରେ ତାର ପ୍ରତିଫଳ ଯେ କିପରି ଭୟାବହ ତାହା ତୁମେମାନେ ନିଜ ନିଜ ଚକ୍ଷୁରେ ଦେଖି ଆସିଛି। ଯେଉଁ ସଦସ୍ୟମାନେ ମୋର ଅତ୍ୟନ୍ତ ପ୍ରିୟ ସେମାନେ ଯେ ମୋ ହାତରେ ସେହି ଶୋଚନୀୟ ପରିସ୍ଥିତିର ସମ୍ମୁଖୀନ ହେବେ, ଏହା ମୁଁ ଆଶା କରେନା। ଯେଉଁମାନେ ଏଠାରେ ଉପସ୍ଥିତ ହୋଇଛନ୍ତି, ସୋମାନେ କେଉଁଭଳି ଅସହାୟ ଅବସ୍ଥାରୁ ଆସି ଏହି ଦଳର ସହାୟତା ଫଳରେ ଆଜି ସମାଜର ଜଣେ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଭାବରେ ପରିଚିତ ହୋଇଛନ୍ତି ନିଶ୍ଚୟ ଉପଲବ୍ଧି କରି ପାରୁଥିବେ। ଆଉ ମୁଁ ଯୋର ଦେଇ କହିପାରେ ସେମାନେ ଯଦି କେବେ ବିଶ୍ୱାସଘାତକତା କରିନ୍ତି, ତାହାହେଲେ ନିଜ ନିଜ ସମାଧି ଦ୍ୱାର ତାଙ୍କ ପାଇଁ ଉନ୍ମୁକ୍ତ ହୋଇ ରହିବ, ଆଉ ଏହି ଦଳର ସେମାନେ କୌଣସି କ୍ଷତି କରି ପାରିବେ ନାହିଁ। କାରଣ ଏ